ରକ୍ତାଭ ସୂର୍ଯ୍ୟର ହିରଣ୍ମୟ ଅବତାର। ଶାମ୍ମି ଗୋଟି ଗୋଟି କରି ଫୁଲ ଫଳ ଚିହ୍ନେଇ ଦିଏ। ଏ ଫୁଲ ଫଳର ନାମ ଗନ୍ଧ ସହିତ ମୁଁ ସମ୍ପୂର୍ଣ୍ଣ ଅପରିଚିତ। ପ୍ରଶସ୍ତ ସମତଳ ଜାଗା। ମଝି ମଝିରେ ବୁଦାବୁଦିକା ଗଛ। ଶାମ୍ମି ବସିଲା ଝରଣା ତଳକୁ ଗୋଡ଼ ଲମ୍ବେଇ। ମୁଁ କିନ୍ତୁ ବସି ପାରୁନି। କୌତୁହଳ ଅଧିକ। ଶାମ୍ମିକୁ ଭୁଲିଗଲି। ଶାମ୍ମି ଜଙ୍ଗଲି ଗୀତ ବୋଲୁଥାଏ। ସ୍ୱରରୁ ବୁଝୁଥାଏ ତା ଅନ୍ତରଟା କାନ୍ଦୁଚି ଥରି ଯାଉଚି ତାର ବୁକୁତଳ। ବହୁଥର ଭାବିଚି ତାକୁ ପଚାରିବି ତାର ଅତୀତ ଜୀବନ ଗାଥା। କିନ୍ତୁ କିନ୍ତୁ ହୁଏତ ଭୁଲ ହେବ, ଅଭଦ୍ରାମି ହୋଇଯିବ, ଏଇ ଭୟରେ ପଚାରି ପାରି ନାହିଁ। କିନ୍ତୁ ଶାମ୍ମିର ଇଚ୍ଛା ମୁଁ ତାକୁ ପଚାରନ୍ତିକି ସେ ଲଜ୍ଜା ସରମ ସବୁ ତ୍ୟାଗ କରି କହିଯାଆନ୍ତା ଗୋଟି ଗୋଟି କରି ସବୁକଥା। ତାର ହୃଦୟ ଖୋଲି ହୋଇଯାଆନ୍ତା କଣ୍ଟକିତ ବେଦନାରୁ ଓ ମର୍ମନ୍ତୁଦ ବ୍ୟଥାରୁ। ଯାଆନ୍ତି ମୁକୁଳି ତା ଜୀବନ। ଆଜି ଚାରିମାସ ପରେ ଦୁଇ ଶହ ମାଇଲ ଦୂରରେ କଲମ ଧରି ତାର ଜୀବନୀ ଲେଖିବା ବେଳକୁ ସହାନୁଭୂତିରେ ଭରି ଉଠୁଛି ହୃଦୟ। ଆଖି ଅଶ୍ରୁପୂର୍ଣ୍ଣ ହୋଇ ଉଠୁଛି। ଶାମ୍ମି ଓଡ଼ିଆ ଜାଣେନା। ଯଦି ଜାଣିଥାଆନ୍ତା ସେ ଏତକ ପଢ଼ି ନିଜକୁ ଭାରି ଉଶ୍ୱାସ ବୋଧ କରନ୍ତା କେତେ ଖୁସି ହୁଅନ୍ତା ତାର କଳ୍ପନା ନାହିଁ। ସେ ଲେଖକ ବୋଲିଲେ ତାରି ପରି ମଣିଷ ବୋଲି ଧାରଣା କରି ପାରେନା। କିପରି ଯେ କଳ୍ପନା କରି ଏତେ ଟିକିଏ କଥାକୁ ଫେଣେଇ ଫାଣେଇ ଏତେ ସୁନ୍ଦର ସରସ କରି ଲେଖିଯାଆନ୍ତି ସେ ସବୁ ତାକୁ ବଡ଼ ଅଦ୍ଭୁତ ବୋଧହୁଏ! ଲେଖକର ମିଥ୍ୟାକୁ ସେ ସତ୍ୟ ଭାବେ, କଳ୍ପନାକୁ ବାସ୍ତବ ବୋଲି ଧରିନିଏ। ତା ଘରେ ବହୁ ବଙ୍ଗଳା ଇଂରାଜୀ ବହି ରାତି ଦିନର ସାଙ୍ଗ ସାଥୀ ସେଇ କେତୋଟି ବହି। ଲେଖକର ଦୃଷ୍ଟି ଭଙ୍ଗି ନେଇ କବିତା ଲାଗି ଉପାଦେୟ ସଂଗ୍ରହରେ ମୁଁ ବ୍ୟସ୍ତ। ଶାମ୍ମି କେତେବେଳୁ ମୋ ପଛେ ପଛେ ଚାଲିଚି ଜାଣେନା! ଶାମ୍ମି କହିଲା ଓରେ! ବାପ୍ରେ ସାପ୍। ଚମକି ପଡ଼ିଲି! ଏ ଜଙ୍ଗଲରେ ହଠାତ୍ ସାପର ଆବିର୍ଭାବ ବିଚିତ୍ର ନୁହେଁ! ଡରଭୟରେ ମୋ ଦୃଶ୍ୟ ଲବ୍ଧଚକ୍ଷୁ ଦୁଇଟି ଡେଇଁ ଉଠିଲା ସାପର ଫଣା ପରି ଥରକୁ ଥର। କ୍ଷଣିକରେ ସବୁ ଧ୍ୟାନ, ଯୋଗ, ଆକର୍ଷଣ ପଥଭ୍ରଷ୍ଟ ହୋଇ ଆସିଲା ଶାମ୍ମି ଆଡ଼କୁ। ଶାମ୍ମି ଦୃଶ୍ୟ ଦେଖିବାକୁ ଆସିନି ଦେଖାଇବାକୁ ଆସିଥିଲା ତା ଜୀବନରେ କେତୋଟି ଚିହ୍ନ ସାଙ୍ଗ ସାଥିଙ୍କୁ। ସେ ତ ଶେଷ ହୋଇଗଲାଣି। ବର୍ତ୍ତମାନ ସେ ନିଜକୁ ଦେଖାଇବାକୁ ଚାହେଁ। ଘରକୁ ଫେରିଲୁ ଦୁହେଁ। ନିମ୍ମୁ ଏକାକୀ କୁକୁର ବିଗୁଲ୍ ସାଥିରେ ଖେଳୁଚି। ମାଆ ଏମିତି ତାକୁ ଛାଡ଼ି ଚାଲିଯାଏ କେବେ କୁକୁର ସାଥିରେ ତ କେବେ ଅଦୂରର ଏକ ମାରୁଆଡ଼ୀ ଘର ଛୁଆଙ୍କ ସାଥିରେ ସେ କାଳ କଟାଏ। କେବେ କେବେ ମାଆ ସାଥିରେ ଦାର୍ଜିଲିଂ ଯାଏ। ଘରକୁ ଫେରି ଚାହା ଖାଇବା ପରେ ଷ୍ଟୋଭକୁ ଧରେଇ ଦେଇ ଶାମ୍ମି କହି ଚାଲିଲା ତାର ଜୀବନର ରୋମାଣ୍ଟିକ୍ କାହାଣୀ। ପାଖରେ ମୁଁ ଗୋଡ଼ ଲମ୍ବେଇ ବସିଥାଏ। କାହାଣୀ ଶୁଣୁଥିଲି ଅତି ଉତ୍ସୁକ ମନରେ। ଶାମ୍ମି କହିଲା, "ସେତେବେଳେ ସେ ପଡ଼ୁଥାଆନ୍ତି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମୋ ଭାଇ ଆଙ୍ଗତା ସେପ୍ପାଙ୍କ ସହିତ। ଖୁବ୍ ଭଲ ପଢ଼ୁଥିବା। ହେତୁ ବେଶ୍ ଖ୍ୟାତି ଲାଭ କରିଥିଲେ ୟୁନିଭରସିଟିର ଭଲ ଛାତ୍ର। ଆମର ପ୍ରକୃତ ବାସସ୍ଥାନ ଥିଲା ଥୟାଁବୁକ୍ରେ। ଆମ ବାପା କିନ୍ତୁ ଆଲାହାବାଦରେ ବେପାର ବଣିଜ କରନ୍ତି। ସେଥିପାଇଁ ଆମେ ପିଲାଦିନୁ ଆଲାହାବାଦରେ ରହି ଆସିଥିଲୁ। ମୁଁ ଏକ ଉଚ୍ଚ କନ୍ଭେଣ୍ଟ ସ୍କୁଲରେ ପଢ଼ୁଥାଏ। ମାସକୁ ବାଇଶି ଟଙ୍କା ଦରମା ଗଣିବା ପାଇଁ ବାପା ତିଳେ ହେଲେ କୁଣ୍ଠିତ ନ ଥିଲେ; କାରଣ ଚାରି ପୁଅରେ ମୁଁ ଥିଲି ଏକମାତ୍ର ଝିଅ। ଖୁବ୍ ଅଳିଅଳ। ସ୍କୁଲକୁ ମଟରରେ ଯିବାଆସିବା କରେ। ସନ୍ଧ୍ୟାବେଳେ ଚାକରାଣୀ ମତେ ନେଇଯାଏ ପାର୍କକୁ। ଖେଳେ, ବୁଲେ; ରାଜଦୁଳାଲୀଠୁ ବଳି ସୁଖରେ ଥିଲି। ମନେ ଅଛି, ମୋର ସ୍ୱାମୀ ପାସାଙ୍ଗ କିକୁଲି ଯେଉଁଦିନ ପ୍ରଥମ କରି ଆମ ଘରେ ପହଞ୍ଚିଲେ ସେ ଦିନ କାହିଁକି କେଜାଣି ମୋ ମନରେ ପ୍ରଥମେ କରି ପ୍ରେମର ଭାବ ସଞ୍ଚାରିତ ହୋଇ ଉଠିଲା। କିକୁଲି ଦେଖିବାକୁ ଖୁବ୍ ସୁନ୍ଦର। ରାଜକୁମାର ପରି ଚେହେରା। ଦେହ ଗୋଟିକ ଯାକରେ ଝୁଟକି ଉଠୁଚି ଯୌବନର ଉଦ୍ଦାମ ଆଭା। ପୋଷାକ ପରିଧାନ ମଧ୍ୟ ତହୁଁ ବଳି ଚମତ୍କାର।